ଦିବ୍ୟେନ୍ଦୁ ଅପରାଧୀ ପରି ମୁହଁ କରି କହିଲେ ହୁଁ, ହୁଁ। ଯାଅ, ବାପା ଟିକିଏ ଶୋଇ ପଡ଼। ବଡ଼ ଡେରି ହୋଇଗଲା। ହେଲେ, ଡାକ୍ତରର ଏତେ ଶୋଇବା ଭଲ ନୁହେଁ। ଏହି ସମୟରେ ଯଦି ରୋଗୀ ଆସେ? ମନୁ ଏ ଗୋଟେ ବଦ ଅଭ୍ୟାସ। ହଉ, ହଉ ଯାଅ ବାପା, ଶୋ ଯା। ତୋ ବୋଉ ଏଇନେ କଳି କରି ମୋର ଏଡ଼େ ସୁନ୍ଦର ଖାଇବା ଆନନ୍ଦଟାକୁ ମାଟି କରିଦେବେ। ଅଭିମାନ କଲେ ଜିତା, କହିଲେ ତୁମ ସାଙ୍ଗରେ କେବେ ମୁଁ କଳି କରୁଥିଲି ମ? ଏମିତି କରି କଥା କୁହ, ଉଁ ସତେଯେପରି ତୁମ ସାଙ୍ଗରେ କଳି ନ କଲେ ମତେ ଭାତ ରୁଚେନି। ମନୋରଞ୍ଜନ ଦେଖିଲେ ଗୋଟିଏ ସଙ୍କଟମୟ ମୁହୂର୍ତ୍ତ ଉପସ୍ଥିତି ହେବାକୁ ଯାଉଛି। ତେଣୁ ସେ ତରତର ହୋଇ ଘର ଛାଡ଼ି ପଳାଇ ଯାଉଥିଲେ। ଉପରକୁ ଯିବା ପାହାଚରେ ସେ ପାଦ ଦେଇଛନ୍ତି କି ନାହିଁ, ପଛପଟେ ଭୀମର ପାଟି ଶୁଣି ଲେଉଟି ପଡ଼ି ଚାହିଁଲେ। ଆଶ୍ଚର୍ଯ୍ୟ ହେ! ଭୀମ ଆଖିରୁ ଗଡ଼ୁଛି ଧାର ଧାର ଲୁହ। ପାଖକୁ ଆସି ଭୀମ କାନ୍ଧରେ ହାତ ରଖି ଠିଆ ହୋଇ ପଚାରିଲେ କାନ୍ଦୁଛୁ କାହିଁକି? କ'ଣ ହେଲା? ମଉସାଙ୍କ ଦେହ କ'ଣ ବେଶୀ ଖରାପ ହେଲା? ମୁଁ ତ ବାରଟା ବେଳେ ତାଙ୍କୁ ଦେଖି ଆସିଲି। ସେ ତ ବେଶ୍ ଭଲ ଥିଲେ ତେବେ ହେଲା କ'ଣ? ଆରେ କିଛି ହେଲେ ତ କହ? ଖାଲି ଖାଲି କାନ୍ଦୁଛୁ କାହିଁକି? ଭୀମ ଆଖିରୁ ଲୁହ ପୋଛି କହିଲା ଆପଣ ଆସିଲା ପରେ ମୁଁ ବାବୁଙ୍କୁ ଖୁଆଇ, ପିଆଇ, ଶୁଆଇ ଦେଲି। ତା' ପରେ ରୋଷେଇ ଘରର ସବୁ କାମ ସାରି, ସଜଡ଼ା ସଜାଡ଼ି କରି ଭାତ ବାଢ଼ି ଖାଇବାକୁ ଯାଉଛି, ବାବୁଙ୍କ ଘରୁ କାନ୍ଦଣାର ଶବ୍ଦ ଶୁଣିଲି। ଭାତ କଂସା ଥୋଇ ଦେଇ ଦଉଡ଼ି ଯାଇ ଦେଖିଲା ବେଳକୁ କାନ୍ଥ ଆଡ଼କୁ ମୁହଁ କରି ବାବୁ କାନ୍ଦୁଛନ୍ତି। ଦେହରେ ହାତ ଦେଇ ଯେତେବେଳେ ଡାକିଲି ବି ଶୁଣିଲେନି। ଗୋଟିଏ କଥା ଖାଲି ବାହୁନି ବାହୁନି କାନ୍ଦୁଛନ୍ତି କେତେ ଅପରାଧ କଲି, କେତେ ଅପରାଧ କଲ। ସେ କି ବିକଳ କାନ୍ଦଣା ବାବୁ। ଆପଣ ଆଖିରେ ନ ଦେଖିଲେ ମୋ କଥା ବିଶ୍ୱାସ କରି ପାରିବେନି। ଯେତେ ଚେଷ୍ଟା କଲେ ସୁଦ୍ଧା ତାଙ୍କ କାନ୍ଦ ମୁଁ ବନ୍ଦ କରି ପାରିଲିନି। ତାଙ୍କୁ ତାଙ୍କ ପାଖରେ ବସାଇ ଦେଇ ଆପଣଙ୍କୁ ଡାକିବାକୁ ଧାଇଁ ଆସିଲି। ଆପଣ ଟିକିଏ ଚଞ୍ଚଳ ଆସନ୍ତୁ ବାବୁ। ମୁଁ ଯାଏ ବାହାରି, ଘର ଛାଡ଼ି ଝଡ଼ ବେଗରେ ଚାଲିଗଲା ଭୀମ। ରାଧାକୁ ଜଗାଇ ଦେଇ ଆସିଛି ଭୀମ। ଏ କଥା ବୁଝିବାକୁ କାହାକୁ ସମୟ ଲାଗିଲାନି। ଦିବ୍ୟେନ୍ଦୁ ଆଉ ଅପରାଜିତା ମନଦେଇ ଶୁଣୁଥିଲେ ଭୀମର କଥାଗୁଡ଼ିକ। ଭୀମ ଚାଲିଯିବା ପରେ ଦିବ୍ୟେନ୍ଦୁ କହିଲେ ମନୁ ଚାଲ, ତୋ ସାଙ୍ଗରେ ମୁଁ ଟିକିଏ ଯାଇ ତାଙ୍କୁ ଦେଖି ଆସେ। ବଡ଼ ମୁସ୍କିଲ କଥା ହେଲା। ପିଲାମାନେ କେହିହେଲେ ଜଣେ ପାଖରେ ନାହାନ୍ତି। କ'ଣ ଯେ କରାଯିବ କିଛି ବୁଝି ପାରୁନି। ଲୁଗାପଟା ପିନ୍ଧି ବାପା ପୁଅ ଦୁହେଁ ବାହାରି ଗଲେ ବାହାରକୁ। କିଛି ବାଟ ଆଗେଇ ଗଲା ପରେ ମନୋରଞ୍ଜନ କହିଲି ବାପା, ଆପଣ ଆଗେଇ ଯାଆନ୍ତୁ। ମୁଁ ଟିକିଏ ପୋଷ୍ଟ ଅଫିସ୍ ଆଡ଼େ ଯାଏ। ଶୁଭେନ୍ଦୁ ବାବୁଙ୍କୁ ଗୋଟେ ଟେଲିଗ୍ରାମ କରି ଦିଏ। ଡେରି କରିବା ଠିକ୍ ହେବନି। ଆମ୍ଭେମାନେ ଥାଉ ଥାଉ ଯଦି ଏ କାମଟା ନ କରି ରଖୁ, ତେବେ ହୁଏତ ପରେ ବହୁତ ଖରାପ ହେବ। ଆପଣ କ'ଣ କହୁଛନ୍ତି? ମୁଁ କ'ଣ ଠିକ୍ କହୁନି? ସସ୍ନେହ ଦୃଷ୍ଟିରୁ ଦିବ୍ୟେନ୍ଦୁ ଚାହିଁଲେ ପୁଅର ମୁହଁକୁ। କହିଲେ ଭଲ କଥାଟିଏ ମନେ କରି କରିବାକୁ ଯାଉଛୁ ବାପା। କେତେବେଳେ କେଉଁ କଥା। ପିଲାଗୁଡ଼ିକ ଆମରି ଉପରେ ଚୌଧୁରୀଙ୍କ ଭାର ଅର୍ପଣ କରିଛନ୍ତି ଯେତେବେଳେ, ସେତେବେଳେ ଆମର ଏତେ ଟିକିଏ ତ୍ରୁଟି ଆମ ନିଜ ମନକୁ କାଳକାଳ ଧରି ପୀଡ଼ା ଦେବ। ଯାଅ, ବାପା ଜଲ୍ଦି। ପ୍ରାୟ ଅଧ ଘଣ୍ଟାକ ପରେ ମନୋରଞ୍ଜନ ପହଞ୍ଚିଲେ ଯାଇ ଛାୟାନୀଡ଼ରେ। ଦେଖିଲେ କନକନାରାୟଣଙ୍କ ଖଟ ଦେହକୁ ଚେୟାର ଲଗାଇ ବସିଛନ୍ତି ବାପା। ଆଉ, ଅନେକ କରି କ'ଣ ସେ ବୁଝାଇବାରେ ଲାଗିଛନ୍ତି। ଆଉ, ମଉସା ଆଖି ବୁଜି ଶୋଇ ରହିଛନ୍ତି। ଗଳାରେ ଆଗ୍ରହ ଭରି ମନୋରଞ୍ଜନ ପଚାରିଲେ, ମଉସା କିପରି ଅଛନ୍ତି ବାପା? ଆଖିରେ ବେଦନା ଭରି ଚାହିଁଲେ ଦିବ୍ୟେନ୍ଦୁ ପୁଅର ମୁହଁକୁ। କହିଲେ କ'ଣ ଆଉ କହିବି ବାପା। କେତେ ବୁଝାଇ ବୁଝାଇ ଏଇ ଦୁଇ ତିନି ମିନିଟ୍ ହେଲା ସେ କାନ୍ଦ ବନ୍ଦ କରିଛନ୍ତି। ଆଉ, ଯେତେ କହିଲେ ମଧ୍ୟ କିମ୍ବା ଯେତେ ଯାହା ପଚାରିଲେ ମଧ୍ୟ ମଉସା ତୋର କୌଣସି କଥାର ଉତ୍ତର ଦେଉ ନାହାନ୍ତି।